ଉପାସ ରହିବାଟା ତା'ପକ୍ଷରେ କିଛି ବଡ଼ କଥା ନୁହେଁ। ରାତିଏ କାହିଁକି ତିନି ରାତି ସେ ଉପାସ ରହିପାରିବ। ଉପବାସ କରିବାରେ ତା'ର ଅଭ୍ୟାସ ଅଛି। ପ୍ରତି ସୋମବାରେ ସେ ନିରୋଳା ଉପାସ କରେ। ଆଜକୁ ପ୍ରାୟ ତିନିବର୍ଷ ହେବ ଉପାସ କରିଆସୁଛି। କିନ୍ତୁ ସେ ଉପାସ କଥା ଅଲଗା, ଆଜିର ଉପାସ କଥା ଅଲଗା। ଆଳସ୍ୟପରାୟଣତାକୁ ସେ ଘୃଣା କରେ। ଏ ତା'ର ପିତାଙ୍କର ନୀତି ବାଣୀ। ତା'ର ପିତା ଯଦିଓ ବିଶେଷ ପାଠ ପଢ଼ି ନାହାନ୍ତି, କିନ୍ତୁ ସେ କେତେଟା ନୀତି ବାକ୍ୟକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତି। ଯେତେ ଝଡ଼ ଝଞ୍ଜା ଆସିଲେ ମଧ୍ୟ ପିତା ତା'ର ଭାଙ୍ଗି ପଡ଼ି ନାହାନ୍ତି। କାହାର ଦାସ ହୋଇ ନାହାନ୍ତି। ନିଜର ବୁଦ୍ଧିବଳରେ ସେ ଜମିରେ ବିଭିନ୍ନ ପ୍ରକାର ଫସଲ କରି ପରିବାରଟିକୁ ସୁଖ ଦୁଃଖ ସଂସାର ଭିତରେ ବାହି ଆଣିଛନ୍ତି। ମଝିରେ ମଝିରେ ସେ ଲକ୍ଷ୍ୟ କରିଛି ମା' ତା'ର ଯେତେବେଳେ ବେମାର ପଡ଼ନ୍ତି ପିତା ତା'ଙ୍କ ହାତରେ ରୋଷେଇ କରି ସେମାନଙ୍କୁ ଖାଇବାକୁ ଦେଇଛନ୍ତି। ସାଇ ପଡ଼ିଶା ଜ୍ଞାତି କୁଟୁମ୍ୱ ଭିତରେ ତା'ର ପିତାଙ୍କ ଅମାୟିକ ବ୍ୟବହାର ପାଇଁ ବେଶ୍ ସୁନାମ ଅର୍ଜ୍ଜନ କରିଛନ୍ତି। ବିପଦ ଆପଦ ବେଳେ ସାଇପଡ଼ିଶାରେ ସର୍ବ ପ୍ରଥମେ ଦାଣ୍ଡକୁ ବାହାରି ପଡ଼ନ୍ତି। ଯେତେ ଝଡ଼ଜଞ୍ଜା ଖରା ବର୍ଷା ହେଉ ପଛେ, ଅସତ୍ୟତା ବିରୁଦ୍ଧରେ ସଂଗ୍ରାମ କରି ରହିବାକୁ ପଡ଼ିବ। ଆଳସ୍ୟତାକୁ ସବୁବେଳେ ଦୂରକୁ ଠେଲିବାକୁ ପଡ଼ିବ ଏ ତା'ର ପିତାଙ୍କର ବାଣୀ। ଗୁରୁପଦ ଖଟ ଉପରୁ ଉଠିଲା। କୂଅରୁ ପାଣି ବାଲ୍ଟିଏ କାଢ଼ି ମୁହଁ ହାତ ଧୋଇଲା। ପ୍ୟାଣ୍ଟ ସାଟ୍ ବଦଳାଇ ଲୁଗାପଟା ପିନ୍ଧି ତା'ର ପ୍ରିୟ ଦେବତା ଶିବ ଶମ୍ଭୁଙ୍କ ପାଖରେ ଧୂପକାଠି ଜାଳି କିଛି ସମୟ ପ୍ରାର୍ଥନା କରି ଦାଣ୍ଡ ପିଣ୍ଡାକୁ ଆସିଲା। ଆକାଶକୁ ଚାହିଁଲା। ତୋଫା ଚନ୍ଦ୍ରକିରଣ। ବଗିଚାରେ ବିଛାଡ଼ି ହୋଇ ପଡ଼ିଛି। ଗ୍ରୀଷ୍ମର ଆକାଶ ନିର୍ମଳ ଚନ୍ଦ୍ରମଣ୍ଡଳ ଆକାଶରେ ଅଗଣିତ ତାରା ଆଖି ମିଟି ମିଟି କରୁଛନ୍ତି। ସମ୍ମୁଖ ପଡ଼ିଆରେ କେତେଟା ଗାଈ ଶୋଇଥିବାର ଦେଖିଲା। ଘର ମାଲିକ ଶ୍ୟାମଘନବାବୁ ଦାଣ୍ଡପିଣ୍ଡାରେ ବସି ତାଙ୍କ ଚାକର ସହିତ ଆସନ୍ତାକାଲି ପାଇଁ କ'ଣ କ'ଣ କାମହେବ ବରାଦ କରୁଛନ୍ତି। ଘରଣୀ ଫୁଲଅପା ପାଖରେ ଛିଡ଼ା ହୋଇଛନ୍ତି। ଫୁଲଅପାଟା ବେଶ୍ ଭଦ୍ର ମହିଳା। ବାଙ୍ଗିରି ପୃଥୁଳାକାୟୀ, କୃଷ୍ଣରୂପୀ, ହସକୁରୀ ଫୁଲଅପା। ଦେଖିଲାକ୍ଷଣି ଆସି ଘୋଷାରି ନେବ। ମୋଟେ ଛାଡ଼ିବ ନାହିଁ। ଜବରଦସ୍ତ ଖାଇବାକୁ ଦେବ। ଗୁରୁପଦ ନିଜକୁ ଲୁଚେଇ ରଖିବା ପାଇଁ ଘର ଭିତରକୁ ପଶି ଆସିଲା। କିନ୍ତୁ କେମିତି ଫୁଲଅପାର ଆଖି ପଡ଼ିଲା, ସଙ୍ଗେ ସଙ୍ଗେ ଚାକର ଦାଶିଆ ଆସି ପହଞ୍ଚିଲା। ମା' ଡାକୁଛନ୍ତି ଆସ। ଗୁରୁପଦ କହିଲା। ମା' ମୋତେ ଦେଖିଛନ୍ତି? ଆପଣ ଛିଡ଼ା ହୋଇଥିଲେ; ମା' ଆପଣଙ୍କୁ ନ ଦେଖିବେ କିପରି? ଆପଣ ଏଠାକୁ ନ ଆସିବା ପୂର୍ବରୁ ମା' ମୋତେ କହିଛନ୍ତି, ଗୁରୁପଦ ବାବୁ ଆସିଲେ ଡାକି ଆଣିବୁ। ତାଙ୍କଠାରେ ଜରୁରୀ କାମ ଅଛି। ଆପଣ ଆସିବାର ମୁଁ ଦେଖିଛି। କିନ୍ତୁ ଭୁଲିଯାଇଥିଲି। ଯୋଗକୁ ମା'ଙ୍କ ହାବୁଡ଼ରେ ଆପଣ ପଡ଼ିଗଲେ। ଖସିବେ କୁଆଡ଼େ? ଯା' କହିଦେବୁ ବାବୁ ରୋଷେଇ କରୁଛନ୍ତି। ହସି ହସି ଗୁରୁପଦ ଦାଶିଆକୁ କହିଲା। ମୋ ଚାକିରି ଆପଣ ଖାଇବେ ନା କ'ଣ? ମୋତେ କୁହା ହୋଇଥିଲା, ଆଜି ଅଫିସ୍ରୁ ଫେରିବା ମାତ୍ରେ ଡାକି ନେବାକୁ। ଆଜି ଘରେ ଜବର ପିଠା ହୋଇଛି। ଯେମିତିଆ ପିଠା ଆପଣ ଖାଇପାରିବେ। ସାତ ଆଠ ପ୍ରକାର ପିଠା, ସରୁ ଚକୁଳି, ଆରିଶା, ପୋଡ଼ପିଠା, ଛୁଞ୍ଚିପତ୍ର, ମଣ୍ଡାପିଠା, ପୁରଦିଆ ଚକୁଳି ତା' ସାଙ୍ଗକୁ ବାବୁ ଆଣିଛନ୍ତି ମାଂସ। ପୋଖରୀରୁ ଧରା ହୋଇଥିଲା ମାଛ। ଯାହା ଆପଣ ଖାଇ ପାରିବେ। ଏଭଳି ପରିସ୍ଥିତିରେ ମୁଁ ଯଦି କହିବି ଆପଣ ରୁଟି ଡାଲ୍ମା କରୁଛନ୍ତି, ମା' ଶୁଣିଲା ମାତ୍ରେ ମୋ ଚାକିରି ଗୋଲ କରିଦେବେ। ଆପଣ ଯାହା ବୁଝିବେ। ମୁଁ ଆଉ ଅଧିକ କିଛି କହୁନାହିଁ। ଦାଶିଆର ଲମ୍ୱା ବକ୍ତୃତା ଶୁଣି, ଗୁରୁପଦ ଖୁବ୍ ଜୋରରେ ହସିଲା। ତୁ ଯେଭଳି ବର୍ଣ୍ଣନା ଦାଶିଆ କଲୁଣି, ମୁଁ ଆଜି ତୁମ ମା'ଙ୍କୁ ସାକ୍ଷାତ କରି ପାରିବି ନାହିଁ। ଯା' କହିଦେବୁ ବାବୁ ଭୀଷଣ ଝାଡ଼ା ହେଉଛନ୍ତି। ତାଙ୍କ ଅଫିସ୍ରେ ଜଣେ ବାବୁ ଆଜି ବଦଳି ହୋଇଗଲେ। ତାଙ୍କ ବିଦାୟ ଭୋଜିରେ ବାବୁ ପେଟେ ଖାଇଦେଇ ବର୍ତ୍ତମାନ ଅଜୀର୍ଣ୍ଣ ରୋଗରେ ପଡ଼ିଛନ୍ତି।